ଅତି ଅସଂଲଗ୍ନ ଭାବରେ ମନେ ପଡ଼ିଯାଉଥାଏ, ଏ ହେଉଛି ସେହି ନଗରୀ; ଯେଉଁଠାରେ ସେ ନିଜର ବାଲ୍ୟଶିକ୍ଷାଠାରୁ ଆରମ୍ଭ କରି ବିଜ୍ଞାନର ଉଚ୍ଚତମ ଡିଗ୍ରୀ ହାସଲ ଓ ଗବେଷଣା ଆଦି ସବୁ କାମ କରି ଜୀବନର ତିରିଶଟି ମଧୁବସନ୍ତ ବିତାଇ ଦେଇଛନ୍ତି। ଏଥି ସଙ୍ଗେ ସଙ୍ଗେ ଅତୀତ ଜୀବନର ଆହୁରି କେତେ ଅଲିଭା ସ୍ମୃତି ମନେ ପଡ଼ିବାରୁ ଆଲେସ୍କିଙ୍କ ମନ ଉଲ୍ଲସିତ ହୋଇ ଉଠୁଥାଏ। ଆଲେସ୍କି କୃତ୍ରିମ ଉପଗ୍ରହର ଦଳପତି ହୋଇ ମହାଶୂନ୍ୟକୁ ଯିବା ପୂର୍ବରୁ ନିଜ ଜନ୍ମସ୍ଥାନ କେନ୍ଦ୍ର ରାଜଧାନୀକୁ ଆସିଥାନ୍ତି, ନିଜର ପିତାମାତା ଓ ବନ୍ଧୁବାନ୍ଧବମାନଙ୍କୁ ଠାରୁ ବିଦାୟ ନେବାପାଇଁ-। ନିଜର ପ୍ରେୟସୀ ମେରିନା ସହିତ ସାକ୍ଷାତ୍ କରି ତା'ଠାରୁ ବିଦାୟ ନେବାପାଇଁ ସେଦିନ ସେ ବାହାରି ପଡ଼ିଥାନ୍ତି ମେରିନାର ଘରଆଡ଼େ। ଭୂମିତଳ ରେଳପଥ ଦେଇ ଗଲେ ମେରିନାର ଘରଠାରେ ଶୀଘ୍ର ପହଞ୍ଚି ହେବ ଭାବି, ସେ ସେଦିନ ବସ୍ରେ ନଯାଇ ଷ୍ଟେସନରେ ଆସି ହାଜର। ଇତି ମଧ୍ୟରେ ଏଇ ଷ୍ଟେସନର ଯେଉଁ ସବୁ ଅଭୁତପୂର୍ବ ଉନ୍ନତି ହୋଇଯାଇଛି। ସେସବୁକୁ ଦେଖିବା ତାଙ୍କର ଆଉ ଏକ ଲକ୍ଷ୍ୟ ଥାଏ। ଷ୍ଟେସନ ଭିତରକୁ ଆସିଲାବେଳେ ସେ ଷ୍ଟେସନର ସୁସଜ୍ଜିତ ତୋରଣଦ୍ୱାର ଦେଖି ଚକିତ ହୋଇ ଯାଇଥାନ୍ତି। ଅଭିପ୍ରେତ ଷ୍ଟେସନକୁ ଯିବାପାଇଁ ଗାଡ଼ି ଆସିବା ଡେରି ଥାଏ। ପ୍ଲାଟଫର୍ମର ମାର୍ବଲ ବେଦୀ ଉପରେ ନ ବସି ସେ ଷ୍ଟେସନର ମାର୍ବଲ କାନ୍ଥରେ ଖୋଦିତ ଅସଂଖ୍ୟ ମୂର୍ତ୍ତି ଓ ଚାରୁକଳାକୁ ବୁଲି ବୁଲି ଦେଖିବାକୁ ଲାଗିଲେ। ବୁଲୁ ବୁଲୁ ଅତର୍କିତ ଭାବରେ ସୁଦୂର ଅତୀତର ଶତ ଲୀନ ସ୍କୃତିରେଖା ମନେପଡ଼ି ଯାଉଥାଏ। ଜୁଆର-ପାଣି ପରି କେତେ ଆଶା, କେତେ ସ୍ୱପ୍ନ, କେତେ ସଙ୍ଗୀତ, କେତେ କବିତା ମନ ଉପରଦେଇ ଯେ ଚାଲିଯାଉ ଥାଏ, ତାର ଇୟତ୍ତା ନାହିଁ। ପାଖ ଦେଇ କେତେ ଯୁବକ ଯୁବତୀ ମନ ଆନନ୍ଦରେ ନିଜ ନିଜର ବନ୍ଧୁ ସହୋଦରଙ୍କୁ ଘେନି ଷ୍ଟେସନର ଏଆଡ଼େ ସେଆଡ଼େ ଯାଉଥାନ୍ତି। ସେଆଡ଼କୁ ଆଲେସ୍କିଙ୍କର ଦୃଷ୍ଟି ନ ଥାଏ। ସେ ତାଙ୍କର ମନପ୍ରାଣ ଢାଳିଦେଇ ଅଦୂରବର୍ତ୍ତୀ ଉଚ୍ଚ କଳାଚାତୁରୀର ପୂର୍ଣ୍ଣବିକାଶ ନେଇ ମହାତ୍ମା ଲେନିନ୍ଙ୍କର ଏକ ମାର୍ବଲ ପ୍ରତିମୂର୍ତ୍ତ ନିକଟରେ ଠିଆହୋଇ ମନେମନେ କଳାକାରର ଅପୂର୍ବ କଳାଚାତୁରୀର ପ୍ରଶଂସାରେ ବ୍ୟସ୍ତ। ହଠାତ୍ ଦୁଇ ତିନୋଟି ଝିଅଙ୍କର କୋକିଳ କଣ୍ଠରେ ସେ ଚମକି ପଡ଼ିଲେ। କିଛି ସମୟ ପାଇଁ ସେ ଗତିଶୀଳ ପାହାଚରୁ ଓହ୍ଲାଇ ନିଜ ଆଡ଼କୁ ଆସୁଥିବା ଦୁଇ ତିନୋଟି ଝିଅ ଓ ଦୁଇ ତିନୋଟି ପୁଅଙ୍କର ଏକ ଦଳଆଡ଼କୁ ଅନାଇ ପୁଣି ସେହି ପ୍ରତିମୂର୍ତ୍ତି ଆଡ଼କୁ ଦୃଷ୍ଟି ଫେରାଇ ଆଣିଲେ। ତାଙ୍କ ଆଡ଼କୁ ଆସୁଥିବା ଦଳଟି ତାଙ୍କୁ ଟପି ଗଲାବେଳେ ହଠାତ୍ ଦଳ ଭିତରୁ କିଏ ଜଣେ ଝିଅ ସବିସ୍ମୟ ଚିତ୍କାର କରି ତାଙ୍କ ଆଡ଼କୁ ଧାଇଁଆସିଲା-''ଆଲେସ୍କି, ଆଲେସ୍କି, ତୁମେ ଯେ ଏଠାରେ? '' ନିଜର ନାମ ଉଚ୍ଚାରଣ ଶୁଣି ଆଲେସ୍କି ଚମକିପଡ଼ି ତାଙ୍କ ଆଡ଼କୁ ଦୌଡ଼ିଆସୁଥିବା ଝିଅଟି ପ୍ରତି ଅନାଇଁ ରହିଲେ। ଦେଖିଲେ, ମେରିନା ସେ ଦଳ ଭିତରୁ ବାହାରି ତାଙ୍କ ଆଡ଼କୁ ଦୌଡ଼ିଆସୁଛି ପବନ ବେଗରେ। ମେରିନାକୁ ଦେଖି ଆଲେସ୍କିଙ୍କ ପାଟିରୁ ସ୍ୱତଃ ବାହାରି ପଡ଼ିଲା, ''ମେରିନା, ମେରିନା, ତୁମେ! '' ଏତକ କହି ସେ ଧାଇଁଆସୁଥିବା ମେରିନା ଆଡ଼କୁ ମୁହଁ କରିଛନ୍ତି କି ନାହିଁ, ଦେଖିଲେ ସେ ଆସି ତାଙ୍କ ପାଖାପାଖି ହୋଇଗଲାଣି। ମେରିନାର ଧାବମାନ ଶରୀର କିପରି ହଠାତ୍ ଅସ୍ୱାଭାବିକ ଭାବରେ ଦୋହଲି ଗଲାଭଳି ତାଙ୍କୁ ଲାଗିଲା। ମନେ ହେଲା ମେରିନା ସତେ ପଡ଼ିଯିବ